ମୋତି ଆରପୁରକୁ ଚାଲିଗଲା। ଚାଲିଗଲା ଦୁଃଖରେ ରୁଷି କରି। ଝିଅର ହାତକୁ ଦି'ହାତ ହବାର ନ ଦେଖି। ଯୁବକ ସଂଖ୍ୟା ମୋତି ମୃତ୍ୟୁ ପରେ ଅଧିକରୁ ଅଧିକ ଭିଡ଼ ଜମାଇଲେ ମାଧବୀ ଦୁଆରେ। ସେମାନେ ଭାବିଲେ, ମୋତିକୁ ଡରି ମାଧବୀ ସାବଧାନ ହେଉଥିଲା। ଆଉ ଏଣିକି ତାକୁ ବାଟ ଓଗାଳିବାକୁ କେହି ନାହିଁ। କେହି ନ ଥିଲେ ଅବଶ୍ୟ। ହେଲେ ମୋତିର କନ୍ୟା ମାଧବୀ ଅତି ପବିତ୍ର। ବିଭୁଙ୍କର ଏକ ଆଶୀର୍ବାଦ। ସମାଜର ନର୍କରେ ବାସ କରି ସେ ଗଢ଼ିବାକୁ ଚାହିଁଥିଲା ଏ ଧରଣୀରେ ଏକ ସ୍ୱର୍ଗ-। ସ୍ୱଗୃହ ତ୍ୟାଗ କରି ଅବାଟକୁ ଯିବା ଲୋକଙ୍କୁ ଚେତାଇ ଭଲବାଟକୁ ନବାର ପଣ ସେ ଗ୍ରହଣ କରିଥିଲା। ଅକ୍ଷର ଅକ୍ଷରେ ସେ ବି ପାଳନ କରିଥିଲା। ଯେଉଁ ଘରର ଭୁଆଷୁଣୀଙ୍କ ଦୁଃଖ ସେ ଶୁଣେ, ତାଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ରକ୍ଷା କରେ। ସେମାନଙ୍କ ସ୍ୱାମୀମାନଙ୍କୁ ବିପଥରୁ ଟାଣି ଆଣେ ଠିକ୍ ବାଟକୁ ନିଜର ମୋହିନୀ ଶକ୍ତି ଦ୍ୱାରା। ଆଉ ସେମାନଙ୍କୁ ଅମଡ଼ାବାଟରୁ ଫେରାଇ ନେଇ ନିଜ ଘରେ ଛାଡ଼ିଦିଏ। ଘରସଂସାର ସେମାନଙ୍କର ହସି ଉଠେ। ପ୍ରଥମେ ପ୍ରଥମେ ଯେଉଁ ସମାଜ ମାଧବୀକୁ କାଳ ସର୍ପିଣୀମନେ କରୁଥିଲା, ସେହିମାନେ ତାର ଭୂୟସୀ ପ୍ରଶଂସା ଅକାତରେ କରିବାକୁ ଲାଗିଲେ। ମାଧବୀ ସମାଜର ଏକ ସତର୍କ ପ୍ରହରୀ ରୂପେ ଗୃହୀତ ହେଲା। ଗୃହୀତ ହୁଅନ୍ତା ନାହିଁ କିପରି? ମାଧବୀ ଏ ଶୋକ ସନ୍ତପ ଦୁନିଆଁରେ ସରଗପୁରୀ ଗଢ଼ି ତୋଳିବାକୁ ଯେ ଆଗଭର। କି ସୁନ୍ଦର କୋକିଳ ପରି ତାର ସ୍ୱର। କଥାର ମାଧୁରୀ ଓ ଚରିତ୍ରର ନିର୍ମଳତା—ସବୁକିଛି ତାର ସ୍ୱର୍ଗୀୟ। ସ୍ୱର୍ଗୀୟ ଥିଲା ଚାଲିଚଳନ ଆଉ ଅନାବଳି ଥିଲା ତାର ଗତିବିଧି। ସମାଜସେବା ତାର ଏକମାତ୍ର ବ୍ରତ ଥିଲା। ପ୍ରତି ସେବାମୂଳକ କାର୍ଯ୍ୟ ଓ ପବିତ୍ର ଅନୁଷ୍ଠାନକୁ ସେ ଅଯାଚିତ ଭାବରେ ଦାନ ଦବାରେ ବିମୁଖ ହେଉ ନ ଥିଲା। ବିମୁଖ ହେଉ ନ ଥିଲା ବିଭିନ୍ନ ବ୍ୟକ୍ତିଙ୍କର ଗୃହ ସଜାଡ଼ିବାର। ମୋହନବାବୁଙ୍କ ସ୍ତ୍ରୀ କଳହପ୍ରିୟା, ଗୋପାଳବାବୁଙ୍କ ସ୍ତ୍ରୀ ଚରିତ୍ରହୀନା, ବସନ୍ତବାବୁଙ୍କ ସ୍ତ୍ରୀ କାଳି କୋତରୀ, ଅସୁନ୍ଦରୀ, ଏହିପରି କିଛି ନା କିଛି କାରଣରୁ ବିଭିନ୍ନ ଦାମ୍ପତ୍ୟ ଜୀବନରେ ଝଡ଼ ଜମିଆସେ। ସ୍ୱାମୀ ବା ସ୍ତ୍ରୀ ଆସି ଗୁହାରୀ କରନ୍ତି ମାଧବୀକୁ। ମାଧବୀ ସବୁ ଶୁଣେ। ଦେବକନ୍ୟା ପରି ସେ ଦୃଢ଼ତାର ସହିତ ଲାଗିଯାଏ। ସେମାନଙ୍କ ପବିତ୍ର ଜୀବନକୁ ସଂଯତ ଓ ସୁଶୃଙ୍ଖଳିତ କରିବାରେ ସଫଳ ହୁଏ ସେ। ସଫଳ ନ ହୁଅନ୍ତା କିପରି? ନିଷ୍କାମ ତାପସ ବ୍ରତ ତାର ଉତ୍ତମ ଫଳ ଫଳାଏ। ସଭିଏଁ ପୁଣି ସୁନାର ସଂସାର ଗଢ଼ି ତୋଳନ୍ତି। ଜୀବନ ଦୁର୍ବିସହ ହୁଏତ ପତି ଓ ପତ୍ନୀମାନଙ୍କର। ସର୍ବତ୍ର ସମସ୍ତେ ପାଆନ୍ତି ଆନନ୍ଦ। ଆନନ୍ଦ ପାଏ ମାଧବୀ। ନିରାଶକ୍ତ ଆନନ୍ଦ ମିଳେ ତାକୁ। ପରମୁଖରେ ହସ ଫୁଟାଇ ସେ ଯେଉଁ ସୁଖ ପାଉଥିଲା, ତହିଁରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ସେହି ସହରର ସବୁଠୁ ଧନୀ, ମାନୀ, ଗୌରବ ଯୁକ୍ତ ଗୌରବାବୁଙ୍କ ପୁଅ ମଦନମୋହନ, ଆସି ମାଧବୀ ନିକଟରେ କରିଥିଲା ପ୍ରେମ ନିବେଦନ। ମାଧବୀ ପ୍ରତ୍ୟାଖ୍ୟାନ କରି ଦେଇଥିଲା। ସେ ଶୁଣିଲ ଯେ, ଏଥିପାଇଁ ତାର ପିତା ମାତା କ୍ଷୁର୍ଣ୍ଣ। ଏପରି କି ଏକମାତ୍ର ପୁତ୍ରକୁ ତ୍ୟଜ୍ୟପୁତ୍ର କରିବାକୁ ଓକିଲ ପରାମର୍ଶ ନେବାର ସେ ଶୁଣିଲା। ସେ ଜାଣେ ମଦନମୋହନ ସୁଶ୍ରୀ, ଧନାଢ଼୍ୟ, ଚରିତ୍ରବାନ୍ ସବୁ କିଛି। ମାତ୍ର ମାଧବୀ ଚାହିଁ ନ ଥିଲା। ତାର ସବୁକିଛିରେ ନିଜକୁ ହଜାଇ ଦେବାକୁ। ଆଉ ତା ଘରେ ଦୁଃଖର ଦାବାନଳ ପ୍ରଜ୍ଜ୍ୱଳିତ ହେବା ପୂର୍ବରୁ ସେ ଆଡ଼େଇ ହେବାକୁ ଶତଚେଷ୍ଟା କଲା। ମାତ୍ର ପାରିଲା ନାହିଁ। ମଦନ ମୋହନର ପଦ୍ମକୁ ନିନ୍ଦା ଦେଇଥିବା ଲୋଚନ ଯୁଗଳର ଆକୁଳ ମିନତିକୁ ପାଦରେ ଆଡ଼େଇ ଦେଇ। ସେ ମଦନମୋହନକୁ ନିଜର ଅର୍ଜିତ ଧନରେ ସୁଖ ସମ୍ଭୋଗ ଦେଇ ପାରି ଥାଆନ୍ତା। ମାତ୍ର ଦେଇ ପାରି ନଥାନ୍ତା ତା ପିତା ମାତାଙ୍କ ମନରେ ଆନନ୍ଦ। ପୁଟାଇ ପାରି ନଥାଆନ୍ତା ସେହି ଗୃହରେ ଶାନ୍ତି-ପୁଷ୍ପର ସମ୍ଭାର। ମୁହୂର୍ତ୍ତକୁ ମୁହୂର୍ତ୍ତ ତାର ହୃଦୟକୁ ଚହଲାଇ ଦେଲା ମଦନ ମୋହନ। ତାର ନିଷ୍କପଟ ମନ, ଝରଣା ପରି ନିର୍ମଳ ଚରିତ୍ର, ଫୁଲ ପରି ସୁନ୍ଦର ତନୁ, ସବୁକିଛି ପୁଞ୍ଜି ସଂଯତ ମନକୁ ଚହଲାଇ ଦେଲା। ମାଧବୀ ଜାଣିଲା ତାର ଭୀଷ୍ମ ପ୍ରତିଜ୍ଞାରୁ ସ୍ଖଳନ ହେବ। ସେ ପଣ କଲା, ଦୁନିଆରୁ ଛୁଟୀ ନେବ। ଛୁଟୀ ନେଇଥିଲା ଟିକିଏ ବିଷର ସହାୟତାରେ।